' 'ଆଉ ଜୟନ୍ତୀ? ' 'ଦିନ ବାରଟାରେ' 'ଏକାକୀ.? 'ହଁ. ' 'ଆଉ ତା' ସଙ୍ଗରେ କେହି ନ ଥିଲେ? ' ବିସ୍ମିତ ଭାବରେ ଶତ୍ରୁଜିତ କହିଉଠିଲେ। 'ଆଉ କିଏ ଆସିଥିଲା କି ନାହିଁ ମୁ ଜାଣେ ନାହିଁ। ସେ କିନ୍ତୁ ଏକୁଟିଆ ଆମର ଏଇଠିକି ଆସିଥିଲା। ' 'କେତେବେଳେ ଗଲା? ' 'ସଂଧ୍ୟା ଛ'ଟା ପରେ ପରେ' 'ମାନେ, ସେ ବାରଟାରୁ ଛ'ଟା ଆପଣଙ୍କର ଏଇଠି ଥିଲା? ' 'ଆପାତତଃ ସେ ଏତେ ସମୟ ଏଠାରେ ଅଟକି ରହିବାକୁ ବାଧ୍ୟ ହୋଇଥିଲା। ' 'ମୁଁ ଆପଣଙ୍କର କଥା ଠିକ୍ ଭାବରେ ବୁଝିପାରିଲି ନାହିଁ, ଅମ୍ବରୀଶବାବୁ! ' 'ତା'ର ସ୍ନାୟୁ ବଡ଼ ଦୁର୍ବଳ। ମୋ ସଙ୍ଗରେ ସେ ଆଲୋଚନା କରୁଁ କରୁଁ ଚେତାଶୂନ୍ୟ ହେଇଯାଇଥିଲା। ଆଉ ତା'ର ଚେତନା ଫେରାଇ ଆଣିବାକୁ ପ୍ରାୟ ଚାରିଘଣ୍ଟା ଲାଗିଯାଇଥିଲା। ଗଲାବେଳେ ସେ କିନ୍ତୁ ସୁସ୍ଥ ଥିଲା। ' 'ପୂର୍ବରୁ ଜୟନ୍ତୀ ଏଠାକୁ ଅନେକଥର ଆସିଛି ନିଶ୍ଚୟ! ' 'ନା, ପ୍ରଥମ ଥର ପାଇଁ କେବଳ ଆମ ଘରକୁ ଆଜି ସେ ଆସିଲା। କିନ୍ତୁ ତା' ପୂର୍ବରୁ ଅନେକଥର ଅନନ୍ତବାବୁଙ୍କ ଘରେ ତା' ସହିତ ମୋର ସାକ୍ଷାତ ହେଇଛି। ' 'ଅମ୍ବରୀଶବାବୁଙ୍କୁ ଲକ୍ଷ୍ୟ କରୁ କରୁ କିଛି ସମୟ ନୀରବ ରହିଗଲେ ଶତ୍ରୁଜିତ। ତା'ପରେ କହିଲେ, 'ଆପଣଙ୍କ ପାଖକୁ ସେ ନିଶ୍ଚୟ ଉଇଲ୍ ବିଷୟରେ କିଛି ପଚାରିବାକୁ ଆସିଥିଲା-? ' 'ନା' 'ମାନେ.? ' 'ଉଇଲୁ ବିଷୟର କୌଣସି କଥା ସେ ଉଠାଇ ନ ଥିଲା। କେବଳ ପ୍ରମୋଦ ଯେମିତି ଏ ଘଟଣାରୁ ରକ୍ଷା ପାଆନ୍ତି, ସେଇ ବିଷୟରେ ସେ ପରାମର୍ଶ ଚାହୁଁଥିଲା। ' 'ଅନ ଅର୍ଥରେ କହିବାକୁ ଗଲେ, ଯଦି ଏଇ କେସ୍ଟି ରନିଙ୍ଗ କରେ, ଆପଣ ତାକୁ ରିପ୍ରେଜେଣ୍ଟ କରିବାପାଇଁ କହୁଥିଲା? ' ତାକୁ ନୁହେଁ, ମି: ଶତ୍ରୁଜିତ! ସେ ତ ମୋ ଆଗରେ ସ୍ୱୀକାର କରିଥିଲା ଯେ ସେ ତାଙ୍କୁ ବିଷ ଦେଇଛି। କିନ୍ତୁ ପ୍ରମୋଦ ଏ ଘଟଣାର ବିନ୍ଦୁବିସର୍ଗ କିଛି ଜାଣିନାହାନ୍ତି। ତାଙ୍କୁ ଯେମିତି ଅଯଥାରେ ଏ କେସ୍କୁ ଟଣା ନ ଯାଏ, ଅଥବା ତାଙ୍କର ଲାବୋରେଟାରୀରୁ ପଟାସିଅମ ସାଇନାଏଡ୍ଯେ ସେ ଆଣିଥିଲା, ତାହା ଯେମିତି ପ୍ରକାଶ ନ ପାଏ। ମୋଟାମୋଟି ଭାବରେ ପ୍ରମୋଦ କାନରେ ଏ କଥା ପର୍ଯ୍ୟନ୍ତ ଯେମିତି ନ ପହଞ୍ଚେ, ତା'ର କୌଣସି ରାସ୍ତା ବାହାର କରିବାକୁ ସେ ମୋତେ ଅନୁରୋଧ କରିଥିଲା। ' 'ଆଉ କଛି? ' 'ନା. ' 'ଆଉ କିଛି ନୁହେଁ? ' ବିସ୍ମିତ ଭାବରେ ଶତ୍ରୁଜିତ କହି ଉଠିଲେ। 'ଆଉ କିଛି କହିବାଭଳି ତା'ର ଶକ୍ତି ନ ଥିଲା। ' କିନ୍ତୁ ତା ନିକଟରୁ ଏଇ କଥା ଶୁଣି ଆପଣଙ୍କ ମନରେ କୌତୁହଳୀ ସୃଷ୍ଟି ହେଲା ନାହିଁ-? ' 'ଆପଣଙ୍କ ଅନୁମାନ ମିଥ୍ୟା ନୁହେଁ। ମୁଁ ଯେ ତା କଥା ଶୁଣି ଆଶ୍ଚର୍ଯ୍ୟ ହେଇ ନ ଥିଲି, ତାହା ନୁହେଁ। କିନ୍ତୁ ତା ନିକଟରୁ କଥା ଶୁଣିବାର ଆଶା ରଖି ମୁଁ ଯେତେବେଳେ ବସିଥିଲି, ସେତେବେଳେ ସୁବ୍ରତ ବାବୁ ଆସି ପହଞ୍ଚିଲେ। ସେ ଯେ ଜଣେ ସୌଖୀନ ଗୋଏନ୍ଦା ସେ କଥା ମଧ୍ୟ ସେ କହିଥିଲେ। ଆଉ ତାଙ୍କ ନିକଟରୁ ମୁଁ ଘଟଣାଟି ଶୁଣିଲି। ' 'ହୁଁ' ଗମ୍ଭୀର ହୋଇଉଠି ଶତ୍ରୁଜିତ କହିଲେ, 'ତା'ହେଲେ ସେ ବହୁ ପୂର୍ବରୁ ଏଠାକୁ ଆସିଥିଲେ, ନା? ' 'ପ୍ରାୟ ପାଞ୍ଚଟା ସାଢ଼େ ପାଞ୍ଚଟା ସମୟରେ। ' 'ଆପଣଙ୍କୁ କ'ଣ ପଚାରିଥିଲେ?